ଲଦାଖ୍ ଅଞ୍ଚଳ ନିଜ ଅକ୍ତିଆରକୁ ନେଇଥିଲେ। ଏହାପରେ ବ୍ରିଟିଶ୍ ସେନାଧ୍ୟକ୍ଷମାନେ ଚୀନୀ ସେନାମୁଖ୍ୟଙ୍କ ସହିତ ସୀମାରେଖା ନିରୂପଣ ସମ୍ବନ୍ଧରେ ଆଲୋଚନା କରିବାକୁ ଚେଷ୍ଟା କଲେ। କିନ୍ତୁ ଉଭୟ ପକ୍ଷ ପାରମ୍ପରିକ ଶୈଳୀରେ ରେଖା ନିର୍ଦ୍ଧାରଣ କଲେ, ନିଜ ନିଜ ପଟର ପ୍ରାକୃତିକ ସମ୍ବଳ ଚିହ୍ନଟ କଲେ, କିନ୍ତୁ କୌଣସି ଚିହ୍ନ ବା ବଡ଼ ଦ୍ୱାରା ସୀମାରେଖା ଚିହ୍ନିତ କଲେ ନାହିଁ। ଅକ୍ସାଇ ଚୀନ୍ ଅଞ୍ଚଳର ଦୁଇ ପ୍ରାନ୍ତବିନ୍ଦୁ କାରାକୋରମ୍ ଗିରିପଥ ଓ ପାଙ୍ଗୋଙ୍ଗ୍ ହ୍ରଦ ଦ୍ୱାରା ଚିହ୍ନଟ ହୋଇଥାଏ। କିନ୍ତୁ ଏହି ଦୁଇ ପ୍ରାନ୍ତ ମଧ୍ୟରେ ରହିଥିବା ସ୍ଥାନ ଚିହ୍ନଟ ହୋଇ ନ ଥିବାରୁ ସର୍ବଦା ବିବାଦୀୟ ହୋଇ ରହିଗଲା। ଏକ ହଜାର ଆଠ ଶହ ପଞ୍ଚଷଠି ମସିହାରେ ଭାରତୀୟ ସର୍ବେକ୍ଷଣ ସଂସ୍ଥାରେ କାର୍ଯ୍ୟରତ ଡବ୍ଲୁ ଏଚ୍ ଜନ୍‌ସନ୍ ନାମକ ଜଣେ ପ୍ରଶାସନିକ ଅଧିକାରୀ ଜନ୍‌ସନ୍ ରେଖାର ପ୍ରସ୍ତାବ ରଖିଲେ ଓ ଅକ୍ସାଇ ଚୀନ୍ ଅଞ୍ଚଳକୁ ଜାମ୍ମୁ ଓ କାଶ୍ମୀରର ଅଂଶ ବୋଲି କହିଲେ। ଚୀନରେ ସେହି ସମୟରେ ଡୁଙ୍ଗାନ୍ ବିଦ୍ରୋହ ଚାଲିଥିବାରୁ ଚୀନ୍ ଜିନ୍ ଜିଆଙ୍ଗ୍ ଅଞ୍ଚଳର ଅଧିକାରୀର ନ ଥିଲା ଓ ଚୀନ୍ ସମ୍ମୁଖରେ ଜନ୍‌ସନ୍ ରେଖାର ସୀମାର ପ୍ରସ୍ତାବ ରଖାଯାଇ ନ ଥିଲା। ଜନ୍‌ସନ୍ ନିଜର ପ୍ରସ୍ତାବ ଜାମ୍ମୁ ଓ କାଶ୍ମୀରର ମହାରାଜାଙ୍କ ସମ୍ମୁଖରେ ରଖିଥିଲେ। ଜାମ୍ମୁ କାଶ୍ମୀରର ରାଜା ଅକ୍ସାଇ ଚୀନ୍‌ର ପ୍ରାୟ ଅଠର ହଜାର ବର୍ଗ କିଲୋମିଟର ଅଞ୍ଚଳ ତାଙ୍କର ଅଧୀନରେ ଥିବା କଥା କହିଲେ ଓ ଅନ୍ୟ କେତେକ ସୂତ୍ରାନୁସାରେ ସେ ଉତ୍ତର ପଟରେ ରହିଥିବା ସଂଜୁ ଗିରିପଥ ଓ କୁନ୍ ଲୁନ୍ ପର୍ଯ୍ୟନ୍ତ ବ୍ୟାପ୍ତ ଅଞ୍ଚଳ ତାଙ୍କ ଅଧୀନରେ ରଖିଥିବାରୁ ମଧ୍ୟ କହିଥିଲେ। ଜନ୍‌ସନ୍ ରେଖାରେ ଅନେକ ଭୁଲ ତଥ୍ୟ ଥିବା ଦର୍ଶାଇ ଏହାର କଠୋର ସମାଲୋଚନା କରାଯାଇଥିଲା। ତାଙ୍କୁ ବ୍ରିଟିଶ୍ ସରକାର ଉତ୍ସାହନା କରିବା ପରେ ସେ ଭାରତୀୟ ସର୍ବେକ୍ଷଣ ସଂସ୍ଥାରୁ ଇସ୍ତଫା ଦେଇଥିଲେ। ଜାମ୍ମୁ ଓ କାଶ୍ମୀରର ମହାରାଜା ଶାହିଦୁଲ୍ଲା ଦୁର୍ଗ ନିର୍ମାଣ କରିଥିଲେ ଓ ଏଥିରେ ରହିଥିବା ସୈନ୍ୟମାନେ ବାଣିଜ୍ୟ ଓ ଗମନାଗମନ ପାଇଁ ଉଦ୍ଦିଷ୍ଟ ଗାଡ଼ିକୁ ସୁରକ୍ଷା ପ୍ରଦାନ କରୁଥିଲେ। ବର୍ତ୍ତମାନ ସମୟରେ ଏହି ଦୁର୍ଗ ଜାଇଦୁଲ୍ଲା ଦୁର୍ଗ ଭାବରେ ପରିଚିତ। ସମୟକ୍ରମେ ସମସ୍ତ ସୂତ୍ର ଶାହିଦୁଲ୍ଲା ଓ କାର କାରାକାଶ୍ ନଦୀର ଉତ୍ତରାଞ୍ଚଳ ଜିନ୍‌ଜିଆଙ୍ଗ୍‌ର କ୍ଷେତ୍ର ଭାବେ ଚିହ୍ନଟ କଲେ। ଏକ ହଜାର ଆଠ ଶହ ଅଶୀ ଦଶକର ଶେଷ ଭାଗରେ ଏହି ଅଞ୍ଚଳର ସର୍ବକ୍ଷକ ଥିବା ଫ୍ରାନ୍ସିସ୍ ୟଙ୍ଗ୍‌ହଜ୍‌ବ୍ୟାଣ୍ଡଙ୍କ ମତାନୁସାରେ ସେହି ଅଞ୍ଚଳରେ କେବଳ ଏକ ପତିତ୍ୟକ୍ତ ଦୁର୍ଗ ରହିଥିଲା ଓ ସେ ଯାଇଥିବା ସମୟରେ ଶାହିଦୁଲ୍ଲାର କୌଣସି ଘରେ ଜନବସତି ନ ଥିଲା। ଏହା ଯାଯାବର କିର୍‌ଗିଜ୍‌ମାନଙ୍କର ଆଶ୍ରୟସ୍ଥଳୀ ପିଲା ପାଲାଟି ଯାଇଥିଲା। ପରବର୍ତ୍ତୀ ସମୟରେ ଡୋଗ୍ରାମାନଙ୍କ ଦ୍ୱାରା ଏହି ପରିତ୍ୟକ୍ତ ଦୁର୍ଗର ପୁନରୁତ୍ଥାନ ହେଲା। ଏକ ହଜାର ଆଠ ଶହ ଅଠଚାଳିଶ ମସିହା ବେଳକୁ ସିନୀ ସେନା ଜିନ୍‌ଜିଆଙ୍ଗ୍ ଅଞ୍ଚଳ ନିଜ ଅକ୍ତିଆରକୁ ଆଣିସାରିଥିଲା। ଏକ ହଜାର ଆଠ ଶହ ନବେ ମସିହା ସମୟ ବେଳକୁ କୌଣସି ଆଲୋଚନା ବିନା ଚୀନ ସେନା ଶାହିଦୁଲ୍ଲା ଅକ ଅକ୍ତିଆର କରିନେଲା। ଏକ ହଜାର ଆଠ ଶହ ବୟାନବେ ବେଳକୁ ଚୀନ୍ କାରାକୋରମ୍ ଗିରିପଥ ନିକଟରେ ଏକ ପାଚେରୀ ବା ଅନ୍ୟ ଚିହ୍ନ ଦ୍ୱାରା ଏଠାକାର ସୀମାରେଖା ଚିହ୍ନଟ କରିଛନ୍ତି। ଏକ ହଜାର ଆଠ ଶହ ସତାନବେ ମସିହାରେ ସାର୍ ଜନ୍ ଆର୍ଦାଘ୍ ନାମକ ଜଣେ ବ୍ରିଟିଶ୍ ସୈନିକ ୟାର୍କଣ୍ଡ୍ ନଦୀର ଉତ୍ତର ପାର୍ଶ୍ୱରେ ରହିଥିବା କୁନ୍‌ଲୁନ୍ ପର୍ବତର ଉପତ୍ୟକାକୁ ସୀମାରେଖା ଭାବେ ଗ୍ରହଣ କରିବାର ପ୍ରସ୍ତାବ ଦେଇଥିଲେ। ସେହି ସମୟରେ ବ୍ରିଟିଶ୍‌ମାନେ କେବଳ ଚୀନ୍ ଦୁର୍ବଳ ହୋଇଗଲେ ଋଷ୍‌ର ଚୀନ୍ ମଧ୍ୟକୁ ସଂପ୍ରସାରଣ ହେବାର ବିପଦ ପ୍ରତି ସଜାଗ ରହିଥିଲେ। ତାଙ୍କ ଦର୍ଶିତ ସୀମାରେଖା ଏହି ବିପଦର ମୁକାବିଲା କରିବା ପାଇଁ ସହାୟକ ହେବ ବୋଲି ଆର୍ଦାଘ୍ ଯୁକ୍ତି ବାଢ଼ିଥିଲେ। ଆର୍ଦାଘ୍ ରେଖା ଜନ୍‌ସନ୍ ରେଖାର ଅନୁରୂପ ଥିଲା ଓ ପରବର୍ତ୍ତୀ ସମୟରେ ଏହା ଆର୍ଦାଘ୍ ଜନ୍‌ସନ୍ ରେଖା ନାମରେ ବିଦିତ ହେଲା। ସେଣ୍ଟ୍ ପିଟର୍ସବର୍ଗ୍‌ରେ କାର୍ଯ୍ୟରତ ଚୀନୀ ଅଧିକାରୀ ହୁଙ୍ଗ୍ ତା-ଚେନ୍ ଏକ ହଜାର ଆଠ ଶହ ତେରାନବେ ମସିହାରେ କାଶ୍‌ଗାର୍‌ର ବ୍ରିଟିଶ୍ କନ୍‌ସୁଲ୍ ଜେନେରାଲ୍ ଜର୍ଜ୍ ମକାର୍ଟ୍‌ନେଙ୍କୁ ଅକ୍ସାଇ ଚୀନ୍ ଇଲାକାର କେତୋଟି ମାନଚିତ୍ର ପ୍ରଦାନ କରିଥିଲେ। ମକାର୍ଟ୍‌ନେଙ୍କ ପ୍ରସ୍ତାବର ଅନୁଶୀଳନ କରି ଭାରତର ତତ୍କାଳୀନ ଗଭର୍ଣ୍ଣର୍ ଜେନେରାଲ୍ ଲର୍ଡ୍ ଏଲ୍‌ଗିନ୍ ଏକ ନୂତନ ମାନଚିତ୍ର ଓ ସୀମାରେଖା ନିରୂପଣ କଲେ।